ମୂର୍ତ୍ତିଟା ଶେଷକୁ ତଳେ ପଡ଼ି ଦିଗଡ଼ ହୋଇ ଭାଙ୍ଗିଗଲା। ପୁଷ୍ପ-କୀଟ କଢ଼ୀର ବ୍ୟବହାରରେ ବାବନା ସେଦିନ ଭାରି ବେଦନା ଅନୁଭବ କଲା। ଅଣ୍ଟିରେ ଅଣ୍ଟିଏ କଇଁମୁଣ୍ଡା ଘେନି କଢ଼ୀକି କେତେ ଡାକିଲା। ଛୁନୁଛୁନିଆ ଶାଗ ତୋଳୁଥିଲା କଢ଼ୀ, ଦେହର ସାତ ଚିରା କବଟା ଖଣ୍ଡକ ଯେପରି ଘର ଝରକାର ରେଲିଂ–ସୌନ୍ଦର୍ଯ୍ୟତକ ପଦାକୁ ତହିଁରୁ ଫିଟି ଦେଖାଯାଉଥିଲା କଢ଼ୀର। ବାବନାର ଡାକରେ କଢ଼ୀ ଶୁଣିବ କଣ ସେ ନଇଁପଡ଼ିବା ଅବସ୍ଥାରେ ଥିଲା, ଆପଣାକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଛୁନୁଛୁନିଆ ବଣ ଭିତରେ ଦେହକୁ ଲୁଚାଇ ଦେଇ ବସିପଡ଼ିଲା। ସରମରେ ସେ ଜଡ଼ି ସଢ଼ି ଯାଇଥିଲା, ସ୍ନେହରେ ପାଟିରୁ କଥା ବାହାରିବା ତ ଦୂରର କଥା, ଏପରି ଅବସ୍ଥାରେ ତାକୁ ଡାକି ଅପମାନ ଦେବା ଛଡ଼ା ଆଉ କିଛି ନ ଭାବି ସେ ବାବନା ଉପରେ ରାଗରେ ପାଚି ଯାଇଥିଲା ଏକାବେଳେକେ। ବାବନା କିନ୍ତୁ କଢ଼ୀକି ଏଇଠି ବୁଝିଲା ଭୁଲ। ସେ ମନେ କଲା, କଢ଼ୀ ତାକୁ ଅଖାତିର କରି କଥା କହିଲା ନାହିଁ। ଏହି ଭୁଲର ବଶବର୍ତ୍ତୀ ହୋଇ ବାବନା ଯାହା କରିବାକୁ ଭାବିଲା ତା ଆଖିରେ ସେଇଟା ହେଲା ଅତି ଠିକ। ସ୍ଥିର କଲା, କଢ଼ୀକି–ମୁଁ। ଭଲପାଏ ବୋଲି ସିନା ସେ କଥା ନ ଶୁଣିବାରୁ ମୋର ଏତେ ଦୁଃଖ। ଭଲ ନ ପାଇଲେ। ହେଇ, ସେଦିନ ସଜନୀ ଫେରେ ଶୁଣିଲା ନେଇଁ–ସେଥିଲାଗି ମୋର କଣ ଭାସିଗଲା! –ରାତିରେ ଭାବିଭାବି କେତେବେଳେ ନିଦ ଲାଗିଯାଇଥିଲା ସେ ଜାଣେ ନା, ବଡ଼ି ସକାଳୁ ଯେମିତି କାଉ କା' କରିଚି ଅଧୁଆମୁହଁରେ ଚାଳରୁ ଖଣ୍ଡେ କୁଟା ଧରି ବାହାରିଲା କଢ଼ୀ ଘରକୁ। କଢ଼ୀ ସେତେବେଳକୁ ଉଠି ଘାସ ଆଣିବାକୁ ଯିବ ବୋଲି ଦା' ଖୋଜିବାରେ ବ୍ୟସ୍ତ। ମୁହଁଟା ତାର ଭାରି ଭାରି, ତଥାପି ସେ ଆଗରେ ବାବନାକୁ ଦେଖି ପ୍ରସନ୍ନ ହୋଇଉଠିଲା। ଅଳ୍ପ ଟିକିଏ ହସି ଜିଜ୍ଞାସୁ ଦୃଷ୍ଟିରେ ବାବନାର ମୁହଁରେ କଥା ନାହିଁ, ହାତର କୁଟାଖଣ୍ଡିକ ଖାଲି ବଢ଼ାଇ ଦେଲା କଢ଼ୀଆଡ଼କୁ। କଢ଼ୀ ଭାବିଲା ବାବନାର ଆଜି ଏ କି ଢଙ୍ଗ-। ଚୁପ ହୋଇ ଆଉ ସେ ରହି ପାରିଲା ନାହିଁ। ପଚାରି ପକେଇଲା, କିରେ ତୋର ଆଜି କଣ ହୋଇଚିକି? –ପଛେ କଥା, ଆଗେ ତୁ ଏଇ କୁଟା ଖଣ୍ଡକ ଛିଣ୍ଡେଇ ଦେଲୁ, ମୁଁ ଯାଏଁ।... ସଜନୀ ଏବେ ସେଦିନ ମତେ କଥା ନ କହିଲା ଦିହ କଣ ମୋର ଛିଡ଼ିଗଲା–! ଦେ, ଦେ,–ଆଜି ସବୁ କଥାର ଅଡ଼ୁଆ ଛିଣ୍ଡିଯାଉ। ଦେ, ଛିଣ୍ଡେଇ ଦେଲୁ ଆଗେ। କଢ଼ୀ ଭାବିଲା ବାବନାର ଏ ଗୋଟା ଲେଖାଁ ବଦ୍ଖିଆଲ ବେଳେବେଳେ ବାହାରେ। ଆକୁ ବିଦା ନ କଲେ ଏଇକ୍ଷଣି ରକ୍ଷା ନାହିଁ। ବାବନାର ହାତ ମୁଠାର ଉପରକୁ ବାହାରିଥିବା କୁଟା ଖଣ୍ଡକ ନିଜ ମୁଠାକୁ ନେଇଗଲା, ଫଳରେ କୁଟା ଖଣ୍ଡକ ଦି'ଭାଗ ହୋଇ ଛିଣ୍ଡିଗଲା। ବାବନା ସାଙ୍ଗେ ସାଙ୍ଗେ ସେଠୁ ଚାଲିଗଲା ତା ଘରକୁ। କଢ଼ୀ ଯୁବତୀ। ଅନେକ ଯାଗାରୁ ଅନେକ ବିବାହ ପ୍ରସ୍ତାବ ଆସିଥିଲେ ବି କଢ଼ୀ ସେ ପର୍ଯ୍ୟନ୍ତ କାହାକୁ କିଛି କହି ନାହିଁ। ତାର ଦାଦୀ ଦଶେଇ ମଳିକ ଅଛି, 'ସେ ଯା' କରିବ ସମସ୍ତଙ୍କୁ ଏହି ଗୋଟିଏ ଉତ୍ତର ଦେଇ ବିଦା କରିଦିଏ। ଛ'ମାସ ପରେ ବୁଢ଼ା ଦଶେଇ ମଳିକ ଜର ଭୋଗି ଭୋଗି ମରିଗଲା। ଏଣିକି କଢ଼ୀ ଭାର କଢ଼ୀ ଉପରେ ପଡ଼ିଲା। ଦାଦୀ ନାଁରେ କଥା ଥାପୁଡ଼େଇବା ଆଉ ଚଳିଲା ନାହିଁ। ନିଜେ